" ମୋ ପାଖେ ତାର ଉତ୍ତର ନଥିଲା। ସଚ୍ଚି କହିଲା, "ସାଇକେଲରେ ଯାଇଛି। ହୁଏତ ବାଟରେ ପଙ୍କ୍ଚର୍ ହୋଇଯାଇଥିବ। ଅନ୍ଧାର ରାସ୍ତାରେ ସାଇକେଲ୍ ସଜାଡ଼ି ଆସିବାକୁ ତ ନିଶ୍ଚୟ ଡେରି ହେବ। ": ଅନ୍ଧାର! ଅନ୍ଧାର କୋଉଠି କିରେ? ଏଡ଼େ ବଡ଼ ଜହ୍ନଟା ଆକାଶରେ ପଡ଼ିଛି। ସେ କହିଲା, 'ପୂଜାଟାରେ ତ ପୁଲିସ ସବୁ ମଦ ଦୋକାନ ସିଲ୍ କରିଦେଇଛି। ସିରାଜ କୋଉଠୁ ତମଲାଗି ବିଅର୍ ଆଣିବ? ଖୋଜୁଥିବ। ' ଆମେ ସମସ୍ତେ ସିରାଜ ପକ୍ଷରୁ କିଛି ନା କିଛି କୈଫିୟତ ଦେଉଥିଲୁ। ମାତ୍ର ପ୍ରସନ୍ନ ଆମ କଥା ଶୁଣିବା ନିମନ୍ତେ ପ୍ରସ୍ତୁତ ନଥିଲା। ବନମାଳୀ ଚିକେନ୍ ଆଣି ଥୋଇ ଦେଇଗଲା। ସଚ୍ଚି କହିଲା, "କେତେ ଶୀଘ୍ର ସମୟ ବିତିଯାଉଛି ଆଦୌ ଜଣା ପଡ଼ୁନାହିଁ। ଆଉ ଦିଇଟା ଦିନ ପରେ ପୂଜା ସରିଯିବ। " ମୁଁ ପରିହାସରେ କହିଲି, "ତୋ ପରି ଯିଏ ସବୁଦିନ ନୂଆ ନୂଆ ଚଢ଼େଇ ପଛରେ ଧାଇଁବ, ତାକୁ ସମୟ ଜଣାପଡ଼ିବ କିପରି? ସଚ୍ଚି ଚାଲିଗଲେ ତୁ ବି ମୁକ୍ତ ହୋଇଯିବୁ। " ଆମ ସମସ୍ତଙ୍କୁ ଟିକେ ଟିକେ ନିଶା ଲାଗି ଆସୁଥିଲା। ସେଇ ନିଶା ଭିତରେ ସିରାଜ କେତେବେଳେ ଆସି ଆମ ଗିଲାସରେ ବିଅର୍ ଢାଳି, ଖାଇବା ପରଶି ଯାଇଥିଲା ସେକଥା କେବଳ ସଚ୍ଚି ଛଡ଼ା ଆମେ କେହି ଜାଣିପାରି ନଥିଲୁ। ଆକାଶରେ ଜହ୍ନ ଓ ବଉଦ ନିଜ ନିଜ ଭିତରେ ଲୁଚକାଳି ଖେଳୁଥିଲେ। ପୁରୁଣା କୋଠି ଆଡୁ ମେଞ୍ଚା ମେଞ୍ଚା ପବନ ଆସି ଆମର ପୋଷାକ ଭିତରେ ପଶିଯାଉଥିଲା। ଅଦୂରର ଜାତୀୟ ରାଜପଥ ଉପରେ ମାଲବାହୀ ଟ୍ରକ୍ଗୁଡ଼ିକ ଗୋଟିଏ ପରେ ଗୋଟିଏ ଆମକୁ ଅତିକ୍ରମ କରିଯାଉଥିଲେ। ସେଗୁଡ଼ିକର ହେଡ୍ଲାଇଟ୍ କିଛି ସମୟ ପାଇଁ ବନମାଳୀର ଢାବାକୁ ଉଜ୍ଜ୍ୱଳ ଆଲୋକରେ ଆଲୋକିତ କରି ପୁଣି ଅପସରି ଯାଉଥିଲା। ପ୍ରସନ୍ନ ତାର ଘାଗଡ଼ା ଗଳାରେ ଆଉ ଗୋଟାଏ ଗୀତ ବୋଲିବାକୁ ଆରମ୍ଭ କରିଥିଲା। ମୋର ଆଖିପତା ଯୋଡ଼ିକ ଆପେ ଆପେ ବୁଜି ହୋଇ ଆସୁଥିଲା। ଆଦିତ୍ୟ ଖାଲି ଗିଲାସଟାକୁ ଥରକୁ ଥର ଓଠ ପାଖକୁ ନେଉଥିଲା ଓ ପୁଣି ଥୋଇ ଦେଉଥିଲା। ଏହା ପରର ଘଟଣା କେବଳ ସଚ୍ଚି ହିଁ ଠିକ୍। ଠିକ୍ କହିପାରିବ। ଆମେମାନେ ବନମାଳୀର ଢାବା ଭିତରକୁ ଧାଇଁଯିବା ବେଳକୁ ସଚ୍ଚି ସେଇଠି ନଇଁପଡ଼ି ବନମାଳୀକୁ ଆଉଁଶି ଦେଉଥିଲା। ବନମାଳୀ ଯୋଉଠି ପଡ଼ିଯାଇଥିଲା, ସେଇଠି ମେଞ୍ଚାଏ ରକ୍ତ ଚଟାଣରେ ନେସି ହୋଇ ଯାଇଥିଲା। ଚାରିପଟେ ଡେକ୍ଚି, କଡ଼େଇ, ଥାଳି, ଗିନା, ଜଗ୍ ଓ ଗିଲାସ ସବୁ ଇତସ୍ତତଃ ହୋଇ ଖେଳେଇ ପଡ଼ିଥିଲେ। ଆମେ ଆଶ୍ଚର୍ଯ୍ୟରେ ସଚ୍ଚିକୁ ଚାହିଁଲୁ। ସଚ୍ଚି କହିଲା, "ଗୋଟେ ପୁଲିସ ଆସି ଧରି ନେଇଗଲା ସିରାଜକୁ। ବନମାଳୀ ତାକୁ ବାଧା ଦେଉଥିଲା, ପୁଲିସ ମାଡ଼ରେ ବିଚରା ପଡ଼ିଗଲା। " ସେ ବନମାଳୀକୁ ଉଠେଇ ଗୋଟେ ବେଞ୍ଚ ଉପରେ ବସେଇ ଦେଲା। ଏତେ କମ୍ ସମୟ ଭିତରେ ଏମିତି ଗୋଟେ ଘଟଣା ଘଟିଗଲା, ଆମେ କିନ୍ତୁ ଜାଣିପାରିଲୁ ନାହିଁ। ଆମ ଆଗରୁ ଗୋଟିଏ ଟ୍ରକ୍ ଆସି ବନମାଳୀ ଢାବା ସାମ୍ନାରେ ବ୍ରେକ୍ କଷିଥିଲା। କିନ୍ତୁ ପୁଲିସ ଆସି ସିରାଜକୁ ନେଇଗଲା କାହିଁକି? ବନମାଳୀ କହିଲା, 'ମର୍ଦ୍ଦରାଜ ଇନିସ୍ପେକ୍ଟର ଓ ତା ସାଙ୍ଗରେ ଦି ଜଣ କନେଷ୍ଟବଳ ଆସିଥିଲେ। ସିରାଜ ତମମାନଙ୍କ ପାଇଁ ଖାଇବା ବାଢ଼ୁଥିଲା। ମର୍ଦ୍ଦରାଜକୁ ଦେଖି ମୋତେ କହୁଥିଲା, 'ହେଇ! ଖାକୀ ଡ୍ରେସ୍ବାଲାଏ ଆସିଲେଣି। ସବୁ ଲାଭତକ ଆଜି ଯିବ। ' ମର୍ଦ୍ଦରାଜ ଶୁଣିପାରିଲା କି କଣ ତା କଥା! ଧାଇଁଆସି ତାକୁ ଢୋ କିନା ଚଟକଣିଟାଏ କଷିଦେଲା। ତାପରେ ତ ତାକୁ ଜିପରେ ବସେଇ ନେଇଯାଇଛନ୍ତି...।: କିନ୍ତୁ ସିରାଜ ଏମିତି କହୁଥିଲା କାହିଁକି? ମୁଁ ପଚାରିଲି।: ସତ କଥା ବାବୁ, ଏ ପୁଲିସବାଲାଙ୍କ ଚକ୍କରରେ ଆଉ ଏ ବେପାର କରିହେବ ନାହିଁ। ସବୁଦିନେ କେତେ କିଏ ମାଗଣାରେ କୁକୁଡ଼ା, ଖାସୀ ଯୋଗାଡ଼ କରିଆଣିବ? ଧିକ୍ ଏ ବେଉସା! ଗୁଣ୍ଡା ପୋଷ, ନ ହେଲେ ପୁଲିସ ପୋଷ। ନିଜ ପାଇଁ କେତେବେଳେ ଦି' ପଇସା ରଖିବା ଏଠି ବିଲ୍କୁଲ ଅସମ୍ଭବ–ବନମାଳୀ କହିଲା।